ମୁଁ ଶୁଣି ଆନନ୍ଦରେ କାନ୍ଦି ପକାଇଲି। କହିଲି—ବୋଉ, ତୁ ଚଲାବୁଲା କରୁ ଥାଆନ୍ତୁ କି! ଦୀର୍ଘ ନିଶ୍ୱାସ ପକାଇଥିଲେ ବୋହୂ ଆଉ ଶାଶୁ। ଲୋକେ କହିଲେ, ମୋର ସୁଦିନ ଆସିଗଲା। ମୁଁ ବିଦେଶକୁ ଯିବାପାଇଁ ନିର୍ବାଚିତ ହୋଇଅଛି। ଏଇଠି ହେ ପୁରୋହିତେ, ମୋର ସୁଖର ଦିନ ଚାଲିଗଲା, ଆସିଲା ଦୁଃଖର ଦିନ। ନନା କହିଲେ ଯାଆ, ବୋଉ କହିଲେ ଯାଆ। ବନ୍ଧୁ-ବାନ୍ଧବ, ଜ୍ଞାତି, ଗାଁ ଲୋକେ ସମସ୍ତେ କହିଲେ ଯାଆ, ତଥାପି ଯାଉ ନ ଥିଲି। ଅବଶେଷରେ ବାଷ୍ପ ଗଦ୍ଗଦ୍ ସ୍ୱରରେ ଚପଳା କହିଥିଲା—ମୁଁ ଅଛି, ତୁମେ ଯାଅ, ବୋଉଙ୍କ ସେବାରେ ହେଳା କରିବି ନାହିଁ ମୁଁ। ତୁମେ, ତୁମ ଭବିଷ୍ୟତକୁ ଚାହିଁବନି! ମୁଁ ତାଚ୍ଛଲ୍ୟ ହସ ହସି କହିଥିଲି—ମୋର ଉଜ୍ଜ୍ୱଳ ବର୍ତ୍ତମାନକୁ ଛାଡ଼ି ମୁଁ ଅନ୍ଧାର ଭବିଷ୍ୟତକୁ କାହିଁକି ବା ଆଶ୍ରୟ କରନ୍ତି। ମୋଟେ ଇଚ୍ଛା ହେଲାନି ମୋର ବୋଉକୁ ଛାଡ଼ି ଯିବାକୁ। ପେଟ ଚିରି ନିଜର ରକ୍ତ ଦେଇ ମତେ ଯିଏ ବଢ଼େଇଚି, ନିଜେ ନ ଖାଇ ମତେ ଖୁଆଇ ପୁଷ୍ଟ କରିଚି, ବାହାରୁ ଘରକୁ ଫେରିବା ପର୍ଯ୍ୟନ୍ତ ଯାହା ପାଟିକୁ ଅନ୍ନ ରୁଚିନି, ଜ୍ୱର ରୋଗ ବେଳେ ଯିଏ ଅନାହାରରେ ଉନ୍ନିଦ୍ର ରଜନୀ ପରେ ଉନ୍ନିଦ୍ର ରଜନୀ ବିତାଇ ଦେଇଚି, ତାକୁ, ତାର ଏ ଅବସ୍ଥାରେ ଛାଡ଼ି ଯିବାକୁ ମୋଟେ ମନ ମୋର ବଳିଲା ନାହିଁ। ମୁଁ ଯିବି ନ ଯିବି ଏହିପରି ଦ୍ୱନ୍ଦ୍ୱରେ ପହୁଞ୍ଚିଥିବା ବେଳେ ମୋର ପ୍ରଫେସର ଗାଡ଼ିରେ ଆସି ମୋର ହାତ ଟାଣି ନେଇଗଲେ। ପୁରୋହିତେ! ସେତିକିବେଳର ଦୃଶ୍ୟ, ମୋର ବୋଉର ଶୁଖିଲା ମୁହଁର ହସ, ନନାଙ୍କର ଆନ୍ତରିକ ଆଶୀର୍ବାଦ ଭୁଲିବାର ନୁହେଁ। ମୋର ଗୋଡ଼ ମୋଟେ ଆଗକୁ ଯିବାକୁ ଚାହୁଁ ନ ଥାଏ। ପ୍ରଫେସରଙ୍କ ତାଡ଼ନା ଓ ନିର୍ଦ୍ଦେଶ ପାଇ ନ ଥିଲେ ମୁଁ ଯାଇ ନ ଥାନ୍ତି କି ଜୀବନସାରା ଏପରି ଦୁଃଖରେ ନିଜକୁ ସନ୍ତୁଳି ପୋଡ଼ି ଜାଳି ଦେଇ ନ ଥାଆନ୍ତି। ମୁଁ ବିଦେଶକୁ ଗଲି। ଯିବା ପୂର୍ବରୁ ଚପଳାକୁ ତାଗିଦ କରି ଯାଇଥିଲି, ମୋ ନନା, ବୋଉଙ୍କ ଖବର ସେ ମୋତେ ଦେଉଥିବ। ସେ ମତେ ସ୍ୱୀକୃତି ଦେଇଥିଲା ମୁଣ୍ଡ ହଲାଇ ଦୁଇ ବୁନ୍ଦା ଅଶ୍ରୁ ବିନିମୟରେ। ବିଦେଶରେ ପାଠ ଆରମ୍ଭ ହେଲା। ନନା ବୋଉଙ୍କ ଆଶୀର୍ବାଦରୁ ଖୁବ୍ ସୁନାମର ସହିତ ଅଧ୍ୟୟନରେ ସୁଫଳ ଫଳିଲା। କୃତୀ ଓ ମେଧାବୀ ଛାତ୍ର ଭାବରେ ବିଦେଶୀ ଅଧ୍ୟାପକମାନଙ୍କ ଦୃଷ୍ଟି ଆକର୍ଷଣ କଲି। ଏଇଠାରେ ମୋର ଆରମ୍ଭ ହେଲା ଲୋଭ। ଅଧିକ ଅଧ୍ୟାପନାର ଲିପ୍ସା ମୋର ସୁଖର ସୌଧକୁ ଧୂଳିସାତ୍ କରିଦେଲା। ଚପଳାଠାରୁ ମୁଁ ଚିଠି ପାଉଥାଏ। ନନା ଓ ବୋଉଙ୍କ ଖବର ମତେ ମିଳୁଥାଏ। ବର୍ଷ ବର୍ଷ କରି ତିନୋଟି ବର୍ଷ ଗଡ଼ିଗଲା। ଚିଠି ମିଳିବାରେ ମଝିରେ ମଝିରେ ବିଳମ୍ୱଜନିତ ତ୍ରୁଟି ହେତୁ ମୁଁ ମୋ ସ୍ତ୍ରୀଙ୍କ ଉପରେ ଅସନ୍ତୁଷ୍ଟ ହେଉଥାଏ। ମନକୁ ବୁଝାଉ ଥାଏ ଯେ, ସେ ଉଭୟଙ୍କ ସେବାରେ ନିଜକୁ ନିୟୋଜିତ କରି ହୁଏତ ବେଳ ପାଉ ନ ଥିବ। ମୋର ସୁନାର ଦେଶ ଆର୍ଯ୍ୟଭୂମି ଭାରତକୁ ଫେରିବାର ବେଳ ଆସି ପହଞ୍ଚିଗଲା। ନୂଆ ନୂଆ ଔଷଧ, ଅଭିଜ୍ଞତା ଶିକ୍ଷା ନେଇ ଫେରିବି। ପକ୍ଷାଘାତର ସର୍ବଶେଷ ଓ ସର୍ବଶ୍ରେଷ୍ଠ ଔଷଧ ଓ ଚିକିତ୍ସାର ଉପାୟ ଧରି ଫେରିବାକୁ ହେବ। ସବୁଗୁଡ଼ିକ ପ୍ରୟୋଗ କରି ବୋଉଙ୍କ ରୋଗ ଉପଶମ କରିବାକୁ ହେବ। ନନା ମୋର ବିଶେଷ ଯୋଗ୍ୟତାର ଆନନ୍ଦତ ହେବ। ନାନା ବୋଉଙ୍କ ମୁହଁରୁ